'' ''ତେବେ ମୋତେ କ'ଣ ତୁମେ ଅବିଶ୍ୱାସ କରିପାର? '' ''ନିଶ୍ଚୟ''–ସେହି ଘନ ଅନ୍ଧକାର ଭିତରେ ତାର ନୟନ ଦୁଇଟିକୁ ନଚାଇ ଉତ୍ତର ଦେଲା ମେରିନା, ''ପୁରୁଷଗୁଡ଼ାକ ଯେ ସବୁବେଳେ ଅବିଶ୍ୱାସର ପାତ୍ର। ଦୁନିଆଁରେ ଏପରି କୌଣସି ସ୍ତ୍ରୀ ନାହିଁ ଯେ କି ତାର ପୁରୁଷବନ୍ଧୁକୁ ଅବିଶ୍ୱାସ ନ କରି ରହିପାରେ। '' ''ହୁଁ, ତୁମେ କେଉଁ ଦିନଠାରୁ ଏପରି କଥା କହିଶିଖିଲଣି ଶୁଣେ। '' ''କାହିଁକି? ଯେଉଁ ଦିନଠାରୁ ତୁମେ ଏଭଳି ଅସମ୍ଭବ କଥା କହିବା ଆରମ୍ଭ କଲଣି। '' ''ବାଃ, ବେଶ୍କଥା କହିଶିଖିଛ ମେରିନା! ତୁମେ ଖୁବ୍ ସହଜରେ ରାଷ୍ଟ୍ରର ଯେକୌଣସି ଷ୍ଟୁଡ଼ିଓରେ ଅଭିନେତ୍ରୀ କାମ ଅତି ସୂଚାରୁରୂପେ ଚଳାଇ ପାରିବ। '' ''କିନ୍ତୁ ତୁମ ଭଳି ଅଭିନେତା ନ ଥିଲେ ନୁହେଁ। '' ଏହି କଥୋପକଥନବେଳେ ଆଲେସ୍କି ନିକଟବର୍ତ୍ତୀ ଏକ ସୁଇଚ୍ ଟିପିଦେଲେ। ହଠାତ୍ କକ୍ଷ ଭିତରର କୃଷ୍ଣ ଆକାଶକୁ ହସି ହସି ଡେଇଁ ପଡ଼ିଲା ପୂର୍ଣ୍ଣମୀ ଚନ୍ଦ୍ର। ଚତୁର୍ଦ୍ଦିଗ ଘନୀଭୂତ ଶୁଭ୍ର ଓ ସୁନ୍ଦର ଜ୍ୟୋତ୍ସ୍ନାଲୋକରେ ପୁଣି ହସି ଉଠିଲା। ''ଏ କ'ଣ ହେଲା ଆଲେସ୍କି? ହଠାତ୍ କ'ଣ ଚାରିଆଡ଼ ଜ୍ୟୋତ୍ସ୍ନାର ରୂପେଲି ଆଲୋକରେ ଛାଇ ହୋଇଗଲା! ଅନ୍ଧକାର ଆକାଶରେ ହଠାତ୍ ଚନ୍ଦ୍ର ଆସିଲା କୁଆଡ଼ୁ? ଏ କ'ଣ ହେଲା ମୁଁ ବୁଝିପାରୁନି। ଏ ଏକ ଐନ୍ଦ୍ରଜାଲିକର ରହସ୍ୟପୁରୀ ନା କଅଣ? '' ଏହା କହି ବଡ଼ ବିସ୍ମିତ ହୋଇପଡ଼ିଲା ମେରିନା; କିନ୍ତୁ ପରମୂହୂର୍ତ୍ତରେ ଦୂର ଦିଗ୍ବଳୟରେ ଏକ ତୁଷାରମଣ୍ଡିତ ପର୍ବତ ଦେଖି ଉଲ୍ଲସିତ ହୋଇଉଠିଲା। ସେ ଦିଗ୍ବଳୟକୁ ଆଲେସ୍କିଙ୍କ ଦୃଷ୍ଟି ଆକର୍ଷଣ କରି କହିଲା, ''ଦିଗ୍ବଳୟରେ ସେଇ ଯେଉଁ ପାହାଡ଼ ଓ ତା ଉପରେ ଶୁଭ୍ର ବରଫରେ ଜ୍ୟୋତ୍ସ୍ନାର ପ୍ରତିଫଳନ କେଡ଼େ ସୁନ୍ଦର ଦିଶୁଛି କୁହ ତ? '' ''କିନ୍ତୁ ସେ ଯେ ପ୍ରକୃତରେ ଏକ ପାହାଡ଼ ନୁହେଁ ମେରିନା! କଳାକାରର ଶିଳ୍ପ ଚାତୁରୀର ଏକ କୃତି ମାତ୍ର। ପୁଣି ମୁଁ ତୁମକୁ ଆଉ ଥରେ ମନେ କରାଇ ଦେଉଛି ମେରିନା, ଆମେ ବର୍ତ୍ତମାନ ଏକ ରୁଦ୍ଧ କୋଠରି ଭିତରେ। ମୁଣ୍ଡ ଉପରେ ତୁମେ ଯେଉଁ ଚନ୍ଦ୍ର ଶୋଭିତ ଆକାଶ ଦେଖୁଛ, ତାହା ଏକ କୃତ୍ରିମ ଆକାଶ। ଏଇ ତାରା, ଚନ୍ଦ୍ର, ଗ୍ରହ, ଦିଗ୍ବଳୟ ଚତୁର୍ଦ୍ଦିଗର ଏହି ପାହାଡ଼ ପର୍ବତ, ତୁଷାର ଯାହା ଦେଖୁଛ ସେସବୁ କୃତ୍ରିମ। '' ''ଏଁ, କ'ଣ ତମେ କହୁଛ? '' କିନ୍ତୁ ମୁକ୍ତ ଆକାଶତଳେ ଯେଉଁ ଶୀତଳ ପବନ ବହେ ଏଠାରେ ବିତ ସେହି ବହୁଛି। ତୁମେ ଏହେକୁ ରୁଦ୍ଧ କୋଠରି ବୋଲି କହୁଛ କିପରି? '' ''ସେଇ ତ ବୈଜ୍ଞାନିକ ବୁଦ୍ଧିମତ୍ତାର ବାହାଦୁରୀ। ଏଇ ଶୀତଳ ପବନ ବି କୃତ୍ରିମ। '' ''ଏ ବି କୃତ୍ରିମ ଏଠି ତା' ହେଲେ କ'ଣ ସବୁ କୃତ୍ରିମ ଆଲେସ୍କି? '' ''କିନ୍ତୁ ମୁଁ କୃତ୍ରିମ? ନୁହେଁ। ତୁମର ଚାରିଆଡ଼ କୃତ୍ରିମତାରେ ପୂରିଥିଲେ ମଧ୍ୟ ମୁଁ କିନ୍ତୁ ପ୍ରାକୃତିକତାର ନିଦର୍ଶନ। '' ଆଲେସ୍କିଙ୍କର ଏଇ କେଇପଦ କଥାରେ ମେରିନା ଆଖି ଫେରାଇଲା ତାଙ୍କ ଆଡ଼େ। ଶୁଭ୍ର ଜ୍ୟୋତ୍ସ୍ନାର ପ୍ରତିଫଳନରେ ଆଲେସ୍କିଙ୍କର ହସହସ ମୁଖ ଦେଖି ସେ ନିଜକୁ ହଜାଇ ଦେଇଥିଲା ସେହି କୃତ୍ରିମ ଆକାଶତଳେ। ସେ ନିଜକୁ ଏତେ ଦୁର୍ବଳ ମନେ କରୁଥିଲା ଯେ, ଆଲେସ୍କିଙ୍କୁ ଚାହୁଁ ଚାହୁଁ ଢଳିପଡ଼ିଲା ତାଙ୍କ ଉପରକୁ। ତାଙ୍କର ସୁବିସ୍ତୃତ ବକ୍ଷ ଉପରେ ମୁହଁ ଲୁଚାଇ କହିଲା, ''ଏ କୃତ୍ରିମତା ଭିତରୁ ପଳାଇଯିବା ଚାଲ। ଚାରିଆଡ଼ର କୃତ୍ରିମତା ଭିତରେ ରହିଲେ ଆମେ ବି